ସେତିକିବେଳେ ଧୀରେ, ସାନ୍ତ୍ୱନା ଦେଲା ପରି କଅଁଳ କରି କହିଲେ, "ଆରେ! ଡାକ୍ତର ଘରକୁ ବାଡ଼ି ଧରି ଆସିବାକୁ ତତେ କିଏ କହିଲା! ଆଉ ଦିନେ ଆସିବୁ ନାଇଁ ସେମିତି-ଜାଇଁଲୁ! " ସେଦିନ ରାତିରେ ଡାକ୍ତର ଧରି ଘରେ ପହଞ୍ଚିଲା ବେଳକୁ କାନ୍ଦବୋବାଳି ଶୁଣାଯାଉଥାଏ। ମାଧବ ଡାକ୍ତର ବାଟଯାକ ଯେଉଁପରି ସ୍ଵରରେ ସାନ୍ତ୍ୱନା ଦେଇ ବାପାଙ୍କୁ ଜୀବନ ଓ ମୃତ୍ୟୁର ତତ୍ତ୍ଵ ସହିତ ସେମାନଙ୍କର ଅଦ୍ଭୁତ ଲକ୍ଷଣ ସମ୍ବନ୍ଧରେ ବୁଝେଇ ବୁଝେଇ ଆମ ବାପାଙ୍କ ମନକୁ ଏକ ଅବଶ୍ୟମ୍ଭାବୀ ପରିଣତି ପାଇଁ ପ୍ରସ୍ତୁତ କରି ଆସୁଥିଲେ ସେହି ସୁର ଅବ୍ୟାହତ ରଖି କହିଲେ, "ମୁଁ। ଜାଣିଥିଲି। ଏଇଆ ହେବ। ଡାକ୍ତର ଘରକୁ ବାହାରି ଆସିଲୁ ବାଡ଼ିଟିଏ ଧରି। ଏଇଆ ହବ। ଜାଣିଥିଲି ମୁଁ " ଅମ ବାପାଙ୍କର କାନ୍ଦ ଆରମ୍ଭ ହେଇ ନ ଥାଏ ସେ ପର୍ଯ୍ୟନ୍ତ। ଘଟଣାର ପରିଣତି ଏପରି ଏକ ଟ୍ରାଜେଡ଼ି ରୂପେ ତାଙ୍କ ଜୀବନରେ ଚିରକାଳ ପାଇଁ ଲେଖା ହୋଇ ରହିବ କଳ୍ପନା କରିପାରି ନ ଥିଲେ ସେ। ତାଙ୍କର ତତ୍କାଳୀନ ମନୋଭାବ ପିତୃଶୋକ ଜନିତ ଚିତ୍କାରରେ ପରିଣତ ନ ହୋଇ ମାଧବ ଡାକ୍ତର ପ୍ରତି ଏକ ଭୟଙ୍କର କ୍ରୋଧ ପାଲଟିଗଲା। ତାଙ୍କ ଚିତ୍କାରରେ ସଦ୍ୟ ଶୋକ ବିଦଗ୍ଧ ସମଗ୍ର ପରିବାରଟି ସ୍ତବ୍ଧ ହୋଇଗଲା। ସମସ୍ତେ କାବା ହେଇ କାନେଇଲେ। ବାହାରେ, ଝଡ଼ର ସୁ ସୁ ଭିତରେ କିଏ ଜଣେ ଆର୍ତ୍ତ ଚିତ୍କାର କରୁଥିଲା- "ଆରେ ଶଳା ମାଧ ଡାକ୍ତର। ମତେ ତୁ ମାଉଁସ ଖୁଆଇ ଦେଲୁ। " ଘର ଲୋକେ କବାଟ ଫିଟେଇ ଦେଲେ। ଅମ ବାପାଙ୍କର କ୍ରୋଧ ତଥାପି ଶୋକରେ ପରିଣତ ହୋଇ ନ ଥାଏ। ମାଧବ ଡାକ୍ତରକୁ ଯାବଚ୍ଛ ଭାଷାରେ ଶୋଧି ଲାଗିଥାନ୍ତି ସେ। ଏଣେ ତାଙ୍କ ବାପାଙ୍କର ଶବଟି ପରମ ଶାନ୍ତରେ ନିଦ୍ରା ଯିବା ପରି ଶୋଇ ରହିଥାଏ। ତାଙ୍କର ଆତ୍ମା ଅନନ୍ତ ପଥରେ ଯାତ୍ରା କରି କେତେ ଦୂର ପଥ ଅଗ୍ରସର ହୋଇ ସାରିଥାଏ କେଜାଣି ବାପାଙ୍କର ସେ ଗାଳି ବର୍ଷଣ ଅନ୍ତରାଳରେ। ଆମ ବାପାଙ୍କର ରାଗ ଶାନ୍ତ ହେବାକୁ ବେଶୀ ସମୟ ଲାଗି ନ ଥିଲା ଅବଶ୍ୟ ସେଦିନ। କିନ୍ତୁ, କ୍ରୋଧବଶତଃ ସେ ଏତେଗୁଡ଼ାଏ ଭାବାବେଗ କ୍ଷୟ କରି ସାରିଥିଲେ ଯେ ଏହାପରେ କାନ୍ଦିବା ପରିବର୍ତ୍ତେ ଗମ୍ଭୀର ହୋଇ ବସିଗଲେ ସେ ଅନେକ ବେଳ। ବାପାଙ୍କ ଗର୍ଜନ ଆରମ୍ଭରୁ ତାଙ୍କର ଗାମ୍ଭୀର୍ଯ୍ୟ ପର୍ବ ପର୍ଯ୍ୟନ୍ତ ମାଧବ ଡାକ୍ତର ଚୁପ୍ ହେଇ ଠିଆ ହେଇଥାନ୍ତି ତାଙ୍କ ଓଦା ସଢ଼ସଢ଼ ଧୋତି କାମିଜଟି ଭିତରେ। ତାଙ୍କ ହାତରେ ୱାଟରପ୍ରୁଫ୍ ଡାକ୍ତରୀ ବ୍ୟାଗ୍। କିନ୍ତୁ, ଏସବୁ କିଛି ନୁହଁ। ତାଙ୍କ ମୁହଁରେ ଏକ ଅଜବ ଧରଣର ହସ କି କଅଣ ସେ କେଜାଣି! ଆଜିକାଲି ରାଜନୀତି କରୁଥିବା ଲୋକେ ପାଇଥିବା ମନ୍ତ୍ରୀପଦ ସଦ୍ୟ ହରାଇ ସାରି ପୁଣି କୌଣସି ନୂଆ ଉତ୍ସାହ ଘେନି ପରବର୍ତ୍ତୀ ଘଟଣାକୁ ଗଭୀର ଆସ୍ଥା ସହକାରେ ଅପେକ୍ଷା କରୁଥିବା ବେଳେ ତାଙ୍କ ଆଖି ଓ ଓଠର ଅବସ୍ଥା ଯାହା ମାଧବ ଡାକ୍ତରର ଚେହେରା ସମ୍ଭବତଃ ସେକାଳରେ ବି ଦିଶୁଥିବ ଯେମିତି ହୁଏତ। ନଚେତ୍ ସବୁ ଶେଷ ହେଇଗଲା ପରେ ମଧ୍ୟ ମାଧବ ଡାକ୍ତର ଆମ ବାପାଙ୍କର ଯାବତ ଅପମାନସୂଚକ ଗାଳିକୁ ଉପେକ୍ଷା କରି, ତାଙ୍କ କାନ୍ଧରେ ନିଜର ହାତଟାକୁ ନରମଭାବେ ଥାପି କହି ନ ଥାନ୍ତେ। "କଥାଟିକୁ ଆଉଥରେ ଭାବି ଦେଖ ନାରାୟଣ ବାବୁ! ଏହାପରେ ତମକୁ ଶୋକ ପାଳିବାକୁ ପଡ଼ିବ। ବାପା ଗଲେ-ଆଉ ଫେରିବେ